ମନ୍ଦ ପରିସ୍ଥିତି ନୁହେଁ। ଲେଖକ ତାହାର ସମାଜକୁ ଜାଣିବାକୁ ଚାହେଁ ନାହିଁ। ସମାଜର ମାତବର ଲୋକ ଲେଖକକୁ ଲେଖକ ଭାବରେ ନ ଜାଣି ଜଣେ ବ୍ୟକ୍ତି ହିସାବରେ ଜାଣୁଛନ୍ତି। ବିଶ୍ୱବିଦ୍ୟାଳୟ ଓ ସଚିବାଳୟ ଲେଖକ ଓ ସାହିତ୍ୟ କହିଲେ ବୁଝୁଛନ୍ତି ପୁସ୍ତକାଳୟ ଓ ପୁସ୍ତକାଗାର। ଏଥି ମଧ୍ୟରେ ଓଡ଼ିଆ ସାହିତ୍ୟ ତା'ର ଉଦ୍ଧତ ଓ ଗର୍ବ ନେଇ ଆନନ୍ଦରେ ବଞ୍ଚିଛି। ଏଇ ପ୍ରଶ୍ନ ପଚାରୁଥିଲେ ଜଣେ ସମ୍ପାଦକ ସୈନିକ ଓ ସ୍ପୋଟସମାନ୍ର ସମ୍ପାଦକ ଶ୍ରୀ ସୁବୋଧ କୁମାର ବେଉରିଆ। ବୟସ ପଚାଶ। ଯୁଦ୍ଧରେ ଆଘାତ ପ୍ରାପ୍ତ-ଅବସର ପ୍ରାପ୍ତି ସୈନିକ। ଜମି ଓ ଜମିଦାରୀ ଥିଲା। ପରିବାରର ମୁଖ୍ୟ ବ୍ୟକ୍ତି। କଟକ ସହରରେ ପିଲାଦିନୁ ଅଛନ୍ତି। ପ୍ରତ୍ୟେକ କେନ୍ଦ୍ର-ସାହିତ୍ୟ-ପୁରସ୍କୃତ ଓଡ଼ିଆ ତାଙ୍କୁ ଭଲ ଭାବରେ ଜାଣନ୍ତି ଓ ତାଙ୍କର ଜୀବନରେ ସମସ୍ୟା ସହିତ ଊଣା ଅଧିକେ ପରିଚିତ। ସାହିତ୍ୟ ଓ ସାଂସ୍କୃତିକ ସଭାସମିତି ଓ ଆନ୍ଦୋଳନ ସହିତ ସୁବୋଧବାବୁ ସମ୍ପୃକ୍ତ। ଲେଖକମାନଙ୍କୁ ସେ ପଚାରନ୍ତି ପ୍ରଶ୍ନଟିଏ-ଓଡ଼ିଆ ସାହିତ୍ୟରେ କେଉଁ ଲେଖକ, ଲେଖା ବା ଚରିତ୍ର ତାଙ୍କର ଘଟଣା ବହୁଳ ଉତ୍ଥାନ ଓ ପତନଭରା ଜୀବନର ନିକଟତମ ରୂପ? ଏହାର ଉତ୍ତର ହେଉଛି ଯେ ଓଡ଼ିଆ ସାହିତ୍ୟରେ ଏହିପ୍ରକାରର ସାଂସାରିକ ସଘର୍ଷ ଓ ମାନସିକ ଦ୍ୱନ୍ଦର ଚିତ୍ର ନାହିଁ। କାରଣ ପାଶ୍ଚାତ୍ୟ ସାହିତ୍ୟରେ ଏହି ପ୍ରକାରର ଚରିତ୍ର ଦେଖାଯାଉ ନାହିଁ। ଆମର ଓଡ଼ିଆ ଲେଖକଙ୍କର ଦୋଷ କ'ଣ? ଠିକ୍ ଏଇ କଥା ସୁବୋଧ ବାବୁଙ୍କର ଦିନକର ପଡ଼ୋଶୀ ନାଟ୍ୟକାର, ସମ୍ବାଦିକ ଓ ସୁସାହିତ୍ୟିକ ଶ୍ରୀ ସୁବୋଧ ଦାସ ବଲଙ୍ଗୀର ଛାଡ଼ି କଟକରେ ଥିଲାବେଳେ ଅଠାବନ ମସିହାରେ ପଚାରୁଥିଲେ। ସେ ମଧ୍ୟ ଗୋଟିଏ ଅତି ବିଚିତ୍ର ଜୀବନର ଜୀବନୀ। ତାଙ୍କର ପ୍ରଶ୍ନ ଥିଲା ଯେ ଓଡ଼ିଆ ସାହିତ୍ୟରେ ଓଡ଼ିଆଙ୍କର ଚିତ୍ର ଏତେ ଦୂର୍ବଳ କାହିଁକି? ଏହାର ଉତ୍ତର ଦେବା କଠିନ ଥିଲା। କାରଣ ଓଡ଼ିଆ ସାହିତ୍ୟ ସେତେବେଳେ ପ୍ରଚୁର ପ୍ରକାଶିତ ପୁସ୍ତକ ଦେଖାଇ ପାରୁ ନ ଥିଲା। କିନ୍ତୁ ସେହି ପ୍ରଶ୍ନ ଏବେଯାଏ ସେମିତି ଜୀଇଁରହି ଓଡ଼ିଶାର ଲେଖକମାନଙ୍କୁ ଆହ୍ୱାନ ଜଣାଉଛି। ଏହି ସାହିତ୍ୟରେ କୌଣସି ପୁସ୍ତକର ଚରିତ୍ର ଚିନ୍ତ୍ରଣରେ ଡକ୍ଟର ହରେକୃଷ୍ଣ ମହତାବ, ଶ୍ରୀ ବିଜୁ ପଟ୍ଟନାୟକ, ଶ୍ରୀ ହରିହର ମହାପାତ୍ର, ଶ୍ରୀମତୀ ନନ୍ଦିନୀ ଶତପଥୀ ବା ଶ୍ରୀ ବିବୁଧେନ୍ଦ୍ର ମିଶ୍ର ପ୍ରମୁଖ ସାହିତ୍ୟିକ ଓ ସାଧକର ବିଚିତ୍ର ଜୀବନୀର ସାମାନ୍ୟ ପ୍ରତିବିମ୍ବ ଲେଖା ଓ ଚିତ୍ର ହୋଇ ପାରି ନାହିଁ। ଓଡ଼ିଆ ପାଠକ ଓଡ଼ିଆ ବହିରୁ ଏହି ପ୍ରକାରର ବିଚିତ୍ର ପୁରୁଷକାର ସମ୍ବଳିତ ଚରିତ୍ର ଗୋଟିଏ ସୁଦ୍ଧା ପାଇପାରୁ ନାହିଁ। ଜୀବନୀ ଓ ସାହିତ୍ୟ ଯେପରି ଗୋଟିଏ କଥାର ଦୁଇଟି ଦିଗ ସେହିପରି ଜୀବନୀ ଓ ଇତିହାସ ମଧ୍ୟ ଏକା ପର୍ଯ୍ୟାୟର। ଆମର ଅନେକ ଜୀବନୀ-ସର୍ବସ୍ୱ ସାହିତ୍ୟିକ ଓ କିମ୍ବଦନ୍ତୀ-ଅନୁସାରୀ ଲେଖକ ଅଛନ୍ତି। ବିଜୁବାବୁଙ୍କର ଜୀବନର ଆଧାର ହେଲା-ଆମି ଚାଓଆ ଓ ପାଓଆର ଊର୍ଦ୍ଧ୍ୱେ ଚଲେଗେଛି। ମହତାବବାବୁଙ୍କର ଲିଖିତ ମନ୍ତବ୍ୟ ହେଲା-ଆମି ଶ୍ରାନ୍ତ, ଆମି କ୍ଳାନ୍ତ, ଆମାକେ ବିଦାୟ ଦାଓ। ହାଇକୋଟ ଜଜ୍ ଶ୍ରୀ ହରିହର ମହାପାତ୍ରଙ୍କର ମୂଳତତ୍ତ୍ୱ ହେଲା-ବୌଦ୍ଧିକତାର ସମକାଳୀନ ଅର୍ଥ ଯେତେବେଳେ ଯିଏ। ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କର ଭାବନା ହେଲା-ଜଣେ ଯାହା ସମ୍ଭବ କରିପାରିଛି ତା'କୁ ଆଉ ଜଣେ କରିପାରିବ। ଶ୍ରୀ ବିବୁଧେନ୍ଦ୍ର ମିଶ୍ରଙ୍କର ମତ ହେଲା-ଜୀବନଟା ଗୋଟାଏ ଜୁଆଖେଳ। ବହୁ ଜନ୍ମର ସାଧନା ପରେ ଏହି ମର ଶରୀରରେ ଏହି ପ୍ରକାରର କର୍ମମୟ ଜୀବନର ଅଧିକାରୀ ହେବା ସମ୍ଭବ। ଆଉ ସେହି ମଣିଷ ଦେହରେ